ଆକୁଳ ଆଖିରେ ବାର ବାର ଚାହୁଁଛନ୍ତି ସିଏ ସେହି ଗେଟ୍ ଆଡ଼କୁ। ରୋଷେଇ ଘର ଭିତରୁ ମଧ୍ୟ ଦୁଇଟି ପଦ୍ମପଳାଶ ଆଖି ବ୍ୟଗ୍ର ବ୍ୟାକୁଳ ହୋଇ ଚାହିଁ ରହିଛି ତା'ର ଅତି ଆଦରର ନଣନ୍ଦର ବାଟକୁ। ଆଉ ମନୋରଞ୍ଜନ, ମୁହଁରେ ତାଙ୍କର ଏକ ନିର୍ଲିପ୍ତ ଭାବ। ଆଖିରେ ତାଙ୍କର ଆକାଶର ଶୂନ୍ୟତା। ନାଚି ନାଚି ଘରେ ପଶିଲା ତନୁଶ୍ରୀ ମିଶ୍ର। ଦୁଇ ହାତରେ ବାପା ବୋଉଙ୍କୁ ଧରି କୁଣ୍ଢାଇ ପକାଇଲା। ଆନନ୍ଦ ଗଦ ଗଦ ହୋଇ କହିଲା ମୁଁ ପାସ୍ କରିଛି ବାପା। ଜାଣିଛ ବୋଉ, ସମସ୍ତେ କହୁଛନ୍ତି ମୁଁ କୁଆଡ଼େ ଅନର୍ସ ନେଇଥିଲେ ଭଲ କରିଥାନ୍ତି। କାହିଁକି ନ ନେଲି ବୋଲି ଏଇକ୍ଷଣି ମନରେ ମୋର ଖୁବ୍ ଦୁଃଖ ହେଉଛି। ମଧୁର ହସି ଜିତା କହିଲେ ହଉ, ନ ହେଲା ନାହିଁ। ଆମର ଯେତିକି ହେଲା, ସେତିକି ଢେର୍। ମାଇକିନିଆ ଝିଅର ଏତେ ପାଠ କ'ଣ ହେବ। ଦିବ୍ୟେନ୍ଦୁ ଗମ୍ଭୀର କଣ୍ଠରେ କହିଲେ ଯାହା କହିଲ ସତ ଜିତା। ଯାହାର ବାହାଘର ରହିଲା ଆଉ ଆଠଦିନ, ଯିଏ ହୁଏତ ଆଉ ଆଉ ପନ୍ଦରଟା ଦିନ ପରେ ଚୁଲି ପାଖରେ ବସି ଝାଳ ନାଳରେ ଏକାଠି ହେବ, ତା'ର ପୁଣି ପାଠ, କ'ଣ ହେବ ପାଠ। ଦିବ୍ୟେନ୍ଦୁଙ୍କ ଆଖିରେ ଦୁଇଟୋପା ଲୁହ ଚିକ୍ ଚିକ୍ କରି ଉଠିଲା। ଅପରାଜିତା ଆଖି ବି ଶୁଖିଲା ରହିଲାନି। ମନୋରଞ୍ଜନ ଥରେ କର ଲେଉଟେଇଲେ। ଆସ୍ତେ ଆସ୍ତେ କୁଣିଆ କୁଟୁମ୍ବରେ ମିଶ୍ରଙ୍କ ଘରଟା ଭର୍ତ୍ତି ହୋଇଗଲାଣି। ଆଉ ଚାରିଦିନ ରହିଲା ତନୁର ବାହାଘର। ଅଳକା ଆଉ ତାଙ୍କର ଦୁଇ ଭାଉଜ ବି ଆସି ସାରିଲେଣି। ଅନୁରୋଧ ସହିତ ମିନତି ମିଶାଇ ଦିବ୍ୟେନ୍ଦୁ ଆଠଦିନ ହେଲା କନକ ନାରାୟଣଙ୍କୁ ତାଙ୍କ ଘରୁ ଯାଇ ନେଇ ଆସିଛନ୍ତି। ଅଳକା ଆଉ ମୌମ୍ୟାଶ୍ରୀଙ୍କ ଯେତେବେଳେ ଦେଖାହେଲା, ସେତେବେଳେ ସେମାନେ ଦୁହେଁ ମିଶି ଏକ ଲୁହର ବନ୍ୟା ବୁହାଇ ଦେଲେ। ତା' ପରେ ଅଳକା ଯାଇ କନକନାରାୟଣଙ୍କୁ କୁଣ୍ଢାଇ ଧରି ଘଣ୍ଟେ କାନ୍ଦିଥିଲେ। ଗଳାରେ ଅନୁଯୋଗ ଭରି କହିଥିଲେ, ବାପା! ମୁଁ ଦୁଇଟା ମାସ ତୁମକୁ ଛାଡ଼ି ଚାଲି ଯାଇଛି ଆଉ ଏହାରି ଭିତରେ ତୁମେ ଏତେ ଝଡ଼ି ଗଲ! ଏଥର ମୁଁ ତୁମର ଆଉ କୌଣସି କଥା ଶୁଣିବିନି। ଗଲା ବେଳେ ନିଶ୍ଚୟ ସାଙ୍ଗରେ ନେଇ ଚାଲି ଯିବି। ଏତେ ତୁମେ କାହିଁକି ଝଡ଼ି ଗଲ ବାପା? ଦେହ କ'ଣ ତୁମର ଭଲ ନଥିଲା? ଭଲ ନଥିଲା ତ ମତେ ଲେଖିଲନି? ତୁମେ କ'ଣ ମତେ ଭଲ ପାଅନି? ତୁମର କିଛି ହେଲେ ମୁଁ ଯେ କାନ୍ଦି କାନ୍ଦି ମରିଯିବି ଏ କଥା କ'ଣ ତୁମେ ଜାଣିନ? କନକନାରାୟଣଙ୍କ ପିଠିରେ ମୁହଁ ଗୁଞ୍ଜି କାନ୍ଦୁଥିଲେ ଅଳକା। ପିଠିପଟ ସାର୍ଟଟା ତାଙ୍କର ଏକଦମ୍ ଓଦା ହୋଇ ଯାଇଥିଲା। କନକନାରାୟଣ ହାତ ବୁଲାଇ ପଛପଟୁ ଝିଅକୁ ଟାଣି ଆଣିଲେ ତାଙ୍କର ସ୍ନେହ ବିଜଡ଼ିତ କୋଳ ଆଡ଼କୁ। ଝିଅର ମୁଣ୍ଡ ଆଉଁସି ଦେଇ ଦେଇ କହିଲେ, ତୋର ବିରାମହୀନ ପ୍ରଶ୍ନର କି ଉତ୍ତର ଦେବି ମା' କହିଲୁ? ମୋର ତ ଆଦୌ ମନେ ହେଉନି ମୁଁ ଝଡ଼ି ଯାଇଛି ବୋଲି। ଆଉ ତୁ ଯଦି କହୁଛୁ ମୁଁ ଝଡ଼ି ଯାଇଛି ବୋଲି, ତେବେ ମୁଁ ନିଶ୍ଚୟ ଟିକେ ଝଡ଼ି ଯାଇଛି। ତୋ ହାତର ସେବା, ଯତ୍ନ, ଖାଦ୍ୟ ନ ପାଇଲେ କିଏ ଆଉ ସୁସ୍ଥ ରହିବ କହ? ଏଇ କେତେଦିନ ପାଇଁ ତୁ ତୋ ଶ୍ୱଶୁରଙ୍କୁ ଛାଡ଼ି ଆସିଛୁ ନା? ଫେରି ଯାଇ ଦେଖିବୁ ସେ ବି ଝଡ଼ି ଯାଇଛନ୍ତି। ମୋ ମାଆର ସେବା ଯତ୍ନ ନ ପାଇଲେ ସମସ୍ତେ ତ ଝଡ଼ି ଯିବେ। ମୋ ଦେହ ବ୍ୟସ୍ତ ହେଲେ ତତେ ମୁଁ ଡକାଇ ପଠାଇଲିନି କାହିଁକି ସେଥିପାଇଁ ତୁ ଅନୁଯୋଗ କରୁଛୁ। କିନ୍ତୁ ମାଆ ଜଣକ ପାଇଁ କ'ଣ ଅନ୍ୟ ସମସ୍ତଙ୍କୁ ଛାଡ଼ିବା ଉଚିତ? ତୁ ସେଠି ଥାଇ ଅନେକଙ୍କ ସେବା କରି ପାରୁଛୁ, ଅନେକେ ତୋ ଉପରେ ନିର୍ଭର।